ରମାକାନ୍ତ କଣ୍ଟା ନୁହେଁ କି ଫୁଲ ନୁହେଁ। –ତାହାହେଲେ ସେ କ'ଣ ଘାସ? –ଘାସ ଛଡ଼ା ଆଉ କିଛି ନ ହେବାର କଥା। କାରଣ ଘାସ କେବେହେଲେ ବାଉଁଶ ହୁଏ ନାହିଁ। ସେ କ'ଣ ପାଇଁ ଅଳକାକୁ ସମ୍ଭାଷଣ କଲା? ଦୁଆର ପରଦା ଖୋଲି ନକ୍ଷତ୍ରମାଳୀ ଭିତରେ ପଶି କହିଲା–କି ମହାରାଣୀ ସାହେବ। ଆଜି କ'ଣ ଭାରି ମୁରୁକି ମୁରୁକି ହସ? –କ'ଣ ହେଲା କି? –ହେଇ ଆ–ଆ। ଭାରି ଭଲ ହେଲା। ଆଛା କହିଲୁ ଆମର କଲେଜର ପୁଅ ପିଲାଗୁଡ଼ାକ ଆମକୁ ଖାଇଦେବେ ନା ଆମେ ତାଙ୍କୁ ଖାଇଦବା? ହୋ ହୋ ହସି ନକ୍ଷତ୍ର କହିଲା–ମୁଣ୍ଡ ଖରାପ ହୋଇଗଲାଣି ଅଳକାର? ଆଲୋ, ଆମେ ସବୁ କ'ଣ ଖାଇବା ଏଇ କଲେଜ ବାବୁଙ୍କୁ? –ଆମେ ଖାଇଲେ ତ ମାଷ୍ଟ୍ର ଆଉ ତାଙ୍କର ଛାତକୁ ବି ଖାଇଯିବା? –କାହାକୁ ଏମିତି ନଅଙ୍କ ପଡ଼ିଛି ଯେ ସେ କଲେଜର ନାମଯାଦା ଛାତ୍ରୀ ହୋଇ କଲେଜ ପିଲାଙ୍କୁ ଖାଇବ? ସେଗୁଡ଼ାଙ୍କୁ ଖାଇବେ ନିମ୍ନ ପ୍ରାଥମିକ ବିଦ୍ୟାଳୟର ଦିଦିମଣିମାନେ। କ'ଣ ହେଲା କି? –ନାହିଁ ମ। ଭାବୁଥିଲି ଗୋଟାଏ କଲେଜ ନାୟକକୁ ଆଣି ପାଖରେ ପୋଷିବାକୁ। –ସତରେ ଅଳକା, ସେମିତି ନାଁ ପକାଇ ସମସ୍ତଙ୍କୁ ଏକା ଡଙ୍ଗାରେ ବସାଇବୁ ନାହିଁ। କିଏ ସିନା ଜାତିବାଲା କୁକୁର କି ପୁସିଟିଏ ଆଣି ରଖେ। ଇଏ ଭାବିଲାଣି ରଖିବ କଲେଜ ଛାତ୍ରଟିଏ-। ଆଲୋ, ତମର କ'ଣ ଲୋକ ଦରକାର ପିଲାଙ୍କୁ ପଢ଼ାଇବା ପାଇଁ ନା ଘରକୁ ଜଗିବା ପାଇଁ-? –ନାହିଁ ମ। –କଥାଟିଏ କହିବା ତ ଏମିତି କଥା କହିବା ଯେ ଲୋକ ଭାବିବ ସେଇ କଥାଟିରେ ଓଜନ ଅଛି। ଶବ୍ଦ କେଇଟା ମିଶିଲେ ବାକ୍ୟ ହୁଏ ବ୍ୟାକରଣ ବହିରେ। ସେତିକିରେ ତମ ଆମ ସମାଜରେ ବାକ୍ୟ କି କଥା, କିଛି ହବ ନାହିଁ। –ଆଛା, ଆମ କଲେଜରେ କ'ଣ ସେମିତି ଉପଯୁକ୍ତ ଛାତ୍ର ନାହାନ୍ତି? –ମଲା ଯା। ଉପଯୁକ୍ତ କଥାଟା ତୁଳନାରେ ଜଣାଯାଏ। ଖୋଜା ଲୋଡ଼ାରେ ବୁଝାଯାଏ-। ଆଉ ଏହି ତୁଳନା କରିବା କି ଖୋଜାଲୋଡ଼ାରେ କରିବା ପାଇଁ ପୁଣି ଗୋଟାଏ ଧାପ ଅଛି ତ-। ସବୁ କଥା ପୁଣି କ'ଣ ସବୁରି ସାଙ୍ଗରେ ତୁଳନା? କାହିଁକି, କଣ ହେଲାକି? ଏଡ଼େ ଆଚମ୍ୱିତ କଥାଟାଏ ପଡ଼ିଗଲା? –ହେଇ, ଗୋଟାଏ ସାଙ୍ଗପିଲା ଆସିବ ବୋଲି କହିଛି। ତା'କୁ ଦେଖିଥିଲି ସେ କେମିତି କେମିତି ଚାହୁଁଥିଲା–ଆମେ ଆକାଶର ତାରା କି ନଈ ସେପାରି ବଣକୁ ଚାହିଁଲା ପରି। ଆଜି କହିଲା–ଏଠିକି ଆସିବ। ମୁଁ ରାଜି ହୋଇଗଲି। ଓଃ, ସବୁ ଖରାପ କରିଦେଲୁ। ମୁଁ ହୋଇଥିଲେ କହିଥା'ନ୍ତି–ଧନମଣି ସାହେବ, ତମେ ଏତେ ପରିଶ୍ରମ କରି ଏଇ ଗରିବ କୁଡ଼ିଆକୁ ଆସି ମତେ ଲାଜରା କରିବ କାହିଁକି? ମୁଁ ଯିବି ତମର ରାଜପ୍ରାସାଦକୁ। –ହେଃ, ଏମିତି କ'ଣ ଲୋକଙ୍କୁ ଭାଣ୍ଡିଆ କରନ୍ତି? –ଆଲୋ ବାବୁଆଣୀ। ଜାଣିନାହୁଁ ପରପୁରୁଷ ପିଲାଙ୍କ କଥା। ଦେଖେଇ ହବାକୁ ପାଲିସ୍ ହୋଇ ସଜ ହୋଇ ଆସନ୍ତି। ସେମାନେ ଭାବନ୍ତି ଯେ ମାଇପେ ସିଲକ୍ କମିଜ, ପଚାଶ ଟଙ୍କିଆ ଚଟି କି ଆଖିର ନୀଳ ଚଷମାକୁ ଭାରି ଲୋଭାନ୍ତି। –କିଏ ଜାଣେ? କେମିତି କେମିତି ପ୍ରଚାର ହୋଇଯାଇଛି ଯେ ମାଇପେ ଲୋଭାନ୍ତି ପୁରୁଷଙ୍କର ଜୋତା, ଲୁଗା, ଅଙ୍ଗୀ ଓ ପଗଡ଼ିକୁ। ସେଥିଭିତରେ ଝରକଲମ, ରଙ୍ଗଣୀ ଚଷମା ଓ ମନିବ୍ୟାଗ ପାର ହୋଇଗଲା। –ୟା'ର ଦୋଷ ଆମଠାରେ। ଆମେ ଶାଢ଼ୀ, ବାଡ଼ି, ଗାଡ଼ି, ଗହଣା ଖୋଜିଲୁ। ପୁରୁଷମାନେ ଭାବିଲେ ଯେ, ଏଇ ଜିନିଷ ସେମାନେ ଆଣି ପିନ୍ଧିଲେ ହଠାତ୍ ଲୋଭନୀୟ ହୋଇପଡ଼ିବେ। ତେବେ କଲେଜ–ବନ୍ଧ କ'ଣ ଆଣିବେ? –ଆଣିବେ ସେ କ'ଣ? ଅତି ହୀନିମାନିଆ ଦିଶୁଥିଲେ ତ। –ହେଲା–ହେଲା ସେ ଆଣିବେ ଅଠାଳିଆ କଣ୍ଠ ଭିତରୁ କିଛି ଡରିଲା ଡରିଲା କଥା ଆଉ ଆଣିବେ ତାଙ୍କର ଭୋକିଲା ମନର ପୁଳାଏ ଅଜୀର୍ଣ୍ଣ ସାହିତ୍ୟ... ଅଳକା ଘରେ ଆଜି ଜାଗା ଅଣ୍ଟିବ ନାହିଁ। ସାବାସ୍–ଅଳକା–ସାବାସ୍। ସେ ସବୁ କିଏ? –ନାଁ ଟା ହେଉଛି ଗୋପନୀୟ। –ଓଃ, ବୁଝିଲି। ନାଁ ତାର ଅନାମ। ଅଳକା ବନାମ ଅନାମ–ବେଶ୍ ମଜ୍ଜାଦାର ଗଳ୍ପ ହେବ। –ହଁ, ହବ, ବେଶ୍ ଲମ୍ୱା ଗଳ୍ପଟିଏ ହେବ। –ଆମର କଲେଜ ଛାତ୍ରୀମାନଙ୍କ ତରଫରୁ ଆଜି ଏହି ଆଗୋଇ ଅଳକାକୁ ଅଭିନନ୍ଦନ ଜଣାଉଛି। ସାହିତ୍ୟର ଉନ୍ନତି ହୋଇ ପାରିବ ତ। ତମର ଜୀଅନ୍ତା କଥାବସ୍ତୁ ଉପରେ ହୁଏତ ସାର୍ବଜନୀନ ଅମର କାହାଣୀଟିଏ ଗଢ଼ି ହେବ।